କେବଳ ଜଣେ ଦୟାଳୁ ପଣ୍ଡା ନାରାୟଣ ଖୁଣ୍ଟିଆ ଥାଆନ୍ତି ମୋର ପ୍ରଧାନ ସହାୟକ। ବଡ଼ ଗରିବ ସେ। ଯାତ୍ରୀ ବ୍ୟବସାୟ କରି ଟଙ୍କେମସେ ଆଣିଲେ ଚୁଲୀ ଲାଗେ। ବଡ଼ ଉଦାର, ସହାନୁଭୂତିଶୀଳ ହୃଦୟ। ପଣ୍ଡା ମାତ୍ରକେ ଭାଙ୍ଗୁଆ; କିନ୍ତୁ ତାଙ୍କଠି ଏ ଅଭ୍ୟାସ ମୁଁ କେବେ ଦେଖିନି। ତାସ, ପଶା ଖେଳରୁ ସେ ବହୁ ଦୂରରେ। ପୁରୀର ସମଗ୍ର ସେବକ-ସମାଜରେ ଏକାନ୍ତ ବ୍ୟତିକ୍ରମ। ସେ ଥିଲେ ମୋର ଧରମ ବାପା। ମୋ ଦୁଃଖରେ ଦୁଃଖୀ, ସୁଖରେ ସୁଖୀ। ବାଶେଳୀସାହିର ''କବିନିଳୟ'' ବର୍ତ୍ତମାନ ଯାତ୍ରୀମାନଙ୍କ ଭଡ଼ାଘର। ଘରର କବାଟ ନ ଥାଏ, ଝରକାର ଖିଡ଼ିକି ନ ଥାଏ। ବାଡ଼ିଆଡ଼େ ପାଇଖାନା ନାହିଁ, ମୂଷାମାଟି ଗଦା ଗଦା। ନାଁକୁ ମାତ୍ର କୋଠାଘର, ଏକ ଅମସୃଣ ଚଟାଣ, ତାରି ଉପରେ ଖଣ୍ଡିଆ ଖଜୁରୀ ବିଛଣା ପାତି ଶୁଆ ପଢ଼ା ହୁଏ। କଲେଜ ପଢ଼ା। ପରିଧେୟ ବୋଇଲେ ଖଣ୍ଡିଏ ସାର୍ଟ, ଖଣ୍ଡିଏ ଫୁଲପ୍ୟାଣ୍ଟ ଗେଞ୍ଜି ନ ଥାଏ। ପକେଟରେ କିନ୍ତୁ ସବୁବେଳେ ସିଗାରେଟ୍ ପ୍ୟାକେଟ, ଦିଆସିଲି ପେଡ଼ି। ତାହା ହିଁ ମୋର ଥାଏ ପ୍ରଧାନ ସମ୍ବଳ। ''କବିନିଳୟ''ରେ କବିଙ୍କ ସମାଗମ ହୁଏ–ଛୋଟ ଛୋଟ କବିମାନଙ୍କର, ସମସ୍ତେ ସ୍କୁଲ ବା କଲେଜ ଛାତ୍ର। କବିତା ଲେଖାହୁଏ କେଉଁ ଝିଅର ଆଖି କିମିତି, ମୃଗାକ୍ଷୀ କି ମୀନାକ୍ଷୀ। କେଉଁ ଝିଅର କେଶଗୁଚ୍ଛର ବର୍ଣ୍ଣନା, ବେଣୀ ବା କବରୀ ବନ୍ଧନର ମହିମା ଓ କାନ୍ତି ବର୍ଣ୍ଣନା। ଖାଲି ପ୍ରେମ। କୈଶୋରୋତ୍ତୀର୍ଣ୍ଣ ଯୌବନର ପ୍ରଥମ ସୋପାନରେ ପ୍ରେମୋଚ୍ଛଳ ମନ ଉଦ୍ବେଳ ହୋଇପଡ଼େ। କବିତା ଆକାରରେ ଅଭିବ୍ୟକ୍ତ ହୁଏ। ଦିନେ ପଡ଼ିଶାଘର ଉପର ମହଲାରେ ହଠାତ୍ ଫୁଟିଉଠିବାର ଦେଖାଗଲା ଏକ ସଦ୍ୟ ଯୌବନର ପଦ୍ମକୋରକ। ସମ୍ଭବତଃ ବଙ୍ଗୀୟା। ସେଦିନ କଲେଜ ଯିବା ବନ୍ଦ! ଖବର ଚାଲିଗଲା ବିଦ୍ୟୁତ୍ବେଗରେ। ପୁରୀ ସହରର ବହୁ ଯୁବକଙ୍କର ମେଳା ହେଲା। କବିତାର ଧାଡ଼ି ଲମ୍ବିଲା। ଦୁଷ୍ଟାମିର ଚରମ ସୀମା। ଲଜ୍ଜା ଭୟ ଓ ରାଗରେ ଝିଅଟି ଛାତ ଉପରକୁ ଆସିପାରେନା। ଦିନବେଳେ ଘରୁ ବାହାରିବାକୁ ମଧ୍ୟ ଭୟ କରେ। ରାତିରେ ଜଗନ୍ନାଥ ଦର୍ଶନକୁ ଯାଏ। ଘରେ ଏକାକିନୀ ବୃଦ୍ଧା ମାଆ-। ଝିଅଟି ଭଡ଼ାଘର ଉପର ମହଲାରେ ବସେ। ବହୁଥର ଦେଖିଚି, ମନକୁ ମନ ପଚାରିଚି, ପଚାରିବି-? କିନ୍ତୁ କ'ଣ ବୋଲି? ଏତେଦିନ ଧରି ଦୁଷ୍ଟାମି, ତାପରେ ବନ୍ଧୁତା? ହୁଏତ କ'ଣ ଭାବିପାରେ-! ଆମମାନଙ୍କ ପ୍ରତି ତାର ହୁଏତ ରାଗ ଥିବ। ସେହି ଦି'ପହର। ସାଢ଼େ ଦୁଇ। କୋଠା ଉପରକୁ ଉଠିଲି। ଉପର ମହଲାର ଝରକା ଉନ୍ମୁକ୍ତ। ଏପର୍ଯ୍ୟନ୍ତ ଦେଖି ନ ଥିଲି ତାର ଶରୀରଟା। ବେଶ୍ ଗୋରା ଚେହେରା। ମୁଣ୍ଡରେ ଗୋଛାଏ ବାଳ, ହାତରେ ଖଣ୍ଡିଏ ବହି, କେବଳ ଆଖି ଦିଇଟା ତାର ସବୁ ଅଙ୍ଗଠାରୁ ଅଲଗା। ସେଇଠି ମନେହେଲା ପୂରି ରହିଛି ଭାବରେ ଗଭୀରତା ତନ୍ମୟତା, ଅତଳଦୃଷ୍ଟି। ଆଖି ଦୁଇଟାରେ ସେ ଯେତେବେଳେ ରାଗ ଭରି ଚାହେଁ, ମନେହୁଏ ସବୁ ଫାଙ୍କି ଧରା ପଡ଼ିଯିବ ଏହାରି ପାଖରେ। ଚେହେରାରୁ ଅନୁମାନ କରିହୁଏ ତାର। ବେଶ ସାବଲୀଳ, ସପ୍ରତିଭ, ଦୃପ୍ତ। ଅଥଚ ଉଦାସୀନ। ଲଜ୍ଜାର ଅବକାଶ ଏହାଠି ନାହିଁ, ବିଲକୁଲ ନାହିଁ। ଏହି ସହଜଦୃଷ୍ଟିରେ ଚାହିଁ ସେ ସ୍ୱଚ୍ଛନ୍ଦଗତିରେ ଯେତେବେଳେ ଚାଲେ, ମନେହୁଏ ଭାରି ଅହଙ୍କାରୀ। ଏହି ହେଲା ମୋର ତା ପ୍ରତି ସମ୍ପୂର୍ଣ୍ଣ ଦେଖା। ଦ୍ୱିତୀୟ ବାର ସେଇମିତି ବହିପଢ଼ା। ଖୁବ୍ ବଡ଼ ବହିଟାଏ। ବଙ୍ଗଳା ନୁହେଁ, ଇଂରେଜୀ। ଆଖି ରହିଚି ବହି ଉପରେ। ବେଣା ଗୋଟାଏ ଆଡ଼େଇ ପଡ଼ିଚି ପିଠ ଉପରେ। ବାସିକୁନ୍ତଳ, ସଜଡ଼ା ନୁହେଁ, ଅସଜଡ଼ା। କାନ୍ଧ ପାଖରୁ ଅଞ୍ଚଳ ଖସିଆସିଚି। ଦେହରେ ନୀଳ ସିଲ୍କ ବ୍ଳାଉଜ। ଛୋଟ ରେଡ଼ିମେଡ଼ ବ୍ଳାଉଜଟିକୁ ପଛରୁ ଯେମିତି କିଏ ଟାଣିନେଇଚି। ନିଜେ ହୁଏତ ଉଠୁବସ କରି ଅଜାଣତରେ ବିଶୃଙ୍ଖଳ କରିଚି ନିଜକୁ। ବହୁଦିନ ଏଇମିତି କଟିଚି ଖାଲି ଟିକିଏ ପରିଚୟ ଲାଗି। ମୁଁ ଚାହିଁଚି ଝରକାର ଛୋଟ ରନ୍ଧ୍ର ଦେଇ। ଅପରିଚିତା ସେମିତି ବସିରହିଚି। ହାତରେ ବହି, ଅପଲକ ନିର୍ଲିପ୍ତ ଦୃଷ୍ଟିରେ। ରାତି ବାର। ଘରେ ଏକା ମୁଁ, ଦେହରେ ଜର ଖୁବ୍ ବେଶୀ। ବାନ୍ତି ଥରକୁ ଥର, ହୁଏତ ବାନ୍ତିର ଓଟାର ଶୁଭିଚି କୋଠା ଉପରକୁ। ବଙ୍ଗାଳୀ ବୃଦ୍ଧା ଜଣକ ଧାଇଁ ଆସିଚନ୍ତି। ଓଟାର ବାନ୍ତି ସରିବା ପରେ ଟିକିଏ ଦମ୍ ନେଇ ଦେଖିଲି, ପିଠି ଉପରେ ଜଣଙ୍କର ହାତ–ଅତି ଶୀତଳ, ଅତି କୋମଳ, ସ୍ନେହମୟ।